ସେତେବେଳେ ମୁଁ ନମ୍ୱର ବହୁବଜାର ଷ୍ଟ୍ରିଟ୍ରେ ଥିଲି। କେତେ ଯୁବକ ଏକତ୍ର ବୁଲି ଯାଇଥିଲୁ। ଫେରି ଆସୁ ଆସୁ ରାତି ନ'ଟା। ସେଦିନ କାହିଁକି ଭୋକ ଭଲ ହେଲାନାଇଁ। ମୁଁ ବେହେରାକୁ ଡାକି ବେଶ୍ ଦୁଇଟି ସ୍ଲାଇସ୍ ରୋଟି, ଖଣ୍ଡେ ମଟନ ଚପ୍ ଓ କପେ ଚାହା ଖାଇନେଲି-। ଦେହଟା ଜର ଜର ଲାଗୁଥାଏ। ଭାଇ ରେ, ସକାଳକୁ କୁଆଡ଼େ ଯିବି? ସକାଳ ନ ହେଉଣୁ ମତେ ଟା ଝାଡା ଓ ଗୋଟାଏ ବାନ୍ତି ହୋଇଗଲାଣି। ମୁଁ ପ୍ରଥମେ ଡାଇରିଆ ବୋଲି ମନେକରିଥିଲି। କିଛି ବିଚାର ନ କରି ସେଥିରୁ ତିରିଶ ଟେପା ଖାଇଦେଲି। ମରିବି ତ ମରିବି, ଯେ କୌଣସି ଉପାୟରେ ମରିବି। ସେଠୁ ସେହି ବେହେରାକୁ ଡାକି ସିଧା ଖଣ୍ଡେ ଲେଖି ମୋର ବଡ଼ବାବୁ ଜ୍ଞାନେନ୍ଦ୍ରନାଥ ମଜମଦାରଙ୍କୁ ସଙ୍ଗେ ସଙ୍ଗେ ନେଇ ପହଞ୍ଚିଲେ। ସେତେବେଳକୁ ଖାଇବା ସତ୍ତ୍ୱେ ତିନିଟା ଝାଡ଼ା ଓ ଦୁଇଟା ବାନ୍ତି ହୋଇଗଲାଣି। ମୁଁ ବିଛଣାରେ ନିସ୍ତେଜ ହେଇ ପଡ଼ିଚି। ବିଛଣା ଗୋଟାକ ମଇଳାରେ ପୂର୍ଣ୍ଣ। ଯାହାହେଉ, ସେ ଡାକ୍ତର ଧନ୍ୟ! ପ୍ରାଣପଣେ ଚିକିତ୍ସା କରି ଦେଇ ମୋତେ ବଞ୍ଚାଇଲେ। ତାକ୍ତରଙ୍କୁ ମୁଁ ଖୁସିରେ ଫିସ ଛଡ଼ା ଗୋଟିଏ ଟଙ୍କାର ସୁନାଘଡ଼ି ଉପହାର ଦେଇଥିଲେ। ବଡ଼ ଭଦ୍ରଲୋକ ସେ। ତତ୍ପରେ ସୁସ୍ଥ ହେବାରୁ ନମ୍ୱର ଯୋଡ଼ାସାଙ୍କୋ ଲେନ୍ରେ ଆସି ଘରଭଡ଼ା କରି ରହିଲି। ସେଠୁ ପୁଣି ଦୁର୍ଦ୍ଦଶା ଭୋଗ କରି ଏତେ ସରି ହେଲି। ମୋର ବେହେରାଟି କୁଆଡ଼େ ଗଲା ମୁଁ ଜାଣି ନାହିଁ। ସେ ବଡ଼ ବିଶ୍ୱସ୍ତ ଥିଲା। ବିଜୟର ସଲ୍ଲାରେ ସେ ବାହାରିଗଲା ବୋଧ ହେଉଛି। " ଏହା କହି ଯୋନାଥନ ନୀରବ ରହିଲେ। ବୀର ସବୁ ଶୁଣିଲାପରେ କହିଲେ "ଭାଇ, ଏତେ ଭୋଗ କଲାପରେ ପୁଣି କଲିକତାକୁ ମନେ କରୁଚ? " ନାଥନ କହିଲେ, "କାହିଁକି? ସେଠି ଯଦିଚ ମୋର ଏଡ଼େ ଦୁର୍ଦ୍ଦଶା ହେଲା, ଲୋକଙ୍କର ତ ସେଠି କପାଳ ଫିଟେ। ଏମିତି କଣ କଲିକତାର ଗଳି କନ୍ଦି ମୋତେ ଜଣା। ରାତି ବାରଟା ବେଳେ ବୁଲି ଦେଇ ଆସିବ। ମୁଁ କିନ୍ତୁ ସୁଖ କରିଥିଲି କଲିକତାରେ ପଢ଼ିଲାବେଳେ। ସେ ବଡ ସୁଖର ଦିନ ଥିଲା; ଏଥର ଆଉ ଗୋଟିଏ ଚାକିରୀ ଦେଖିବି। ଆଜି ଭାବୁଛି ଜ୍ଞାନେନ୍ଦ୍ର ବାବୁଙ୍କୁ ଖଣ୍ଡେ ପତ୍ର ଦେବି-। ଦେଖାଯାଉ, କ'ଣ ହେଉଛି। " ଏହାକହି ପୁଣି ନୀରବ ହେଲେ। ବୀର ଚିନ୍ତାକରି କହିଲେ "ଆଛା ଦିଅ, ଦେଖାଯାଉ। କିନ୍ତୁ ଏଥର ବିଭା ହୁଅ। ବିଭା ହେଲେ ଏତେ କଷ୍ଟ ଭୋଗିବ ନାଇଁ। " ଯୋନାଥନ୍ ପୁଣି ଟିକିଏ ଭାବି କହିଲେ,"ହେଲେ, ମୁଁ ସଲିକତାରେ ବିବାହ କରିବାକୁ ଇଛା କରିଛି। ଯଦି ଅସୁସ୍ଥ ହୋଇ ନ ଥାନ୍ତି, ତେବେ ୟା' ଭିତରେ ନଳିନୀବାଳାଙ୍କୁ ବିଭା ହୋଇସାରନ୍ତିଣି। ତାଙ୍କ ସହିତ ମୋର ପାନପତ୍ର ହେବାର ଥିଲା। ଏଇ ସମୟରେ ଜ୍ୱରରେ ପଡ଼ିଲି। ସେ କିନ୍ତୁ ବିଭାହୋଇ ସାରିବେଣି। ପିଲାଟି ବଡ଼ ସୁନ୍ଦର। ଏଣ୍ଟ୍ରାନ୍ସ ଯାଏ ପଢ଼ିଛି। ବଡ଼ ସୁନ୍ଦର ବଜାଏ। ମୋର ସେଠାରେ ଭାରି ଇଛା ଥିଲା। କିନ୍ତୁ ମୋର ଦୁର୍ଭାଗ୍ୟ। " ଏହା କହି ଦୁଃଖିତଭାବରେ କିଛିକ୍ଷଣ ରହିଗଲେ। ଦିନେ ଦୁଇ ଦିନ ମଧ୍ୟରେ ବୀରବାବୁଙ୍କ ଗୃହରେ ଯୋନାଥନ୍ ଙ୍କ କଲିକତା ଯିବା ବିଷୟ ରାଷ୍ଟ୍ର ହୋଇଗଲା। ଯୋଥାଥନ ବଡ଼ବାବୁଙ୍କ ଠାରୁ ପତ୍ର ପାଇଲା। ପୂର୍ବୋକ୍ତ କମ୍ପାନୀରେ କର୍ମ ଖାଲି ନ ଥିଲା। ଆଉ ଗୋଟିଏ ଟ୍ରାଫିକ୍ ଅଫିସରେ ଟଙ୍କା ବେତନର ଚାକୀରୀ ଖାଲି ଥିବାର ସମ୍ୱାଦ ପାଇଲା। ଆସନ୍ତା ବୁଧବାର ଦିନ ଗାଡ଼ିରେ କଲିକତା ଯିବାର ସବୁ ସ୍ଥିର ହୋଇଗଲା। ଯୋନାଥନର କଲିକତା ଯିବା ଶୁଣି ଗୃହରେ ପ୍ରାୟ ଅଳ୍ପବହୁତେ ସମସ୍ତେ ଦୁଃଖିତ ହୋଇଥିଲେ। କିନ୍ତୁ ଶଶୀର ମନରେ ଭାରି ଦୁଃଖ। ବହୁବର୍ଷ ତଳେ ଶଶୀ ଯୋନାଥନ ଓରଫ୍ ଜଗନ୍ନାଥଙ୍କୁ ଭଲ ପାଇଥିଲା। କିନ୍ତୁ କିଛି ସମ୍ୱନ୍ଧ ନ ଥିବାରୁ ଶଶୀ ସେକଥାକୁ ପ୍ରାୟ ପାସୋରି ଦେଇଥିଲା। ସେ ଖୁବ୍ ଭଲ ପଢ଼ୁଥିଲା। ଆଜିକାଲି ସେ ମାଇନର ପାଶ୍ କରି ଟଙ୍କା ବେତନରେ କାମକରି ସୁଖରେ ଅଛି। ଥରେ ଥରେ ଜଗନ୍ନାଥ କଥା ତାର ମନେପଡ଼େ। କିନ୍ତୁ ଆକାଶକୁସୁମ ଭାବି ସେ ମନରେ ସ୍ଥାନ ଦେଇ ନ ଥିଲା। ଶଶୀ ଚରିତ୍ରବତୀ ଓ ସୁନ୍ଦରୀ। ଫୁଟିଲା ଚମ୍ପାଫୁଲର ରଙ୍ଗ, ଗୋଲାପୀ ହାତ ଗୋଡ଼, ପାତଳ ଓଠ ଦରଫୁଟା ଗୋଲାପ ପରି ସୁନ୍ଦର।